କେତକର କରିଆ କବଟା ଖଣ୍ଡେ ବେଢ଼ି ହବ ଦି' ପରାଣୀ ଯାକ। ଆଉ ବାଦ୍ ବାକି ବଞ୍ଚିବ କେତେ ଯେ ସେଥିରୁ ତୁ ଜମିଦାର ଖଜଣା ଦେଇ ପୁଣି ସାଉକାର ପାଉଣା ଶୁଝିବୁ। '' ''ଯାହାହଉ ଉପାୟ କ'ଣ ଆଉ ସାଆନ୍ତେ! '' ''ଏଃ ଉପାଉ କ'ଣ ସାଆନ୍ତେ ଉପାୟ କ'ଣ ସାଆନ୍ତେ! ଏ ଖାଲି ଚଟକ। ଯେମିତି ମୋ କଥାକୁ ଶୁଣିବାପାଇଁ ଟାକି ବସିଛି। ମୋ ବୋଲ ଯଦି ମାନିଥାନ୍ତୁ ତେବେ କ'ଣ ତୋ ଦଶା ଏଇଆ ଥାଆନ୍ତା ଆଜି? ଅବସ୍ଥା ଫେରିଯାଇ ନଥାନ୍ତା। ଆରେ ଓଲୁ, ମୁଁ ସେ ଦିନରୁ କହୁଛି କଲିକତା ଯା କଲିକତା ଯା! କେତେ କହିଲେ କ'ଣ ଶୁଣିବୁ ତୁ। ନଖିଆ, ଶିକ, ଭିକାରି, ସମସ୍ତେ ତ କଲିକତା ଗଲେ। ଦି' ପଇସା କମେଇ ଘରୁକୁ ପଠେଇଲେ। ତୋ ପରି କିଏ ଘରେ ମାଇପକୁ ଧରି ବସିଛି। ତୁ ବାହା ହେଇଚୁ ନା ଦୁନିଆରେ ଆଉ କେହି ବାହା ହେଇଚନ୍ତି? ଘରୁ ବାହାରକୁ ଗୋଡ଼ କାଢ଼ିବାକୁ ନାହିଁ। ଏମିତିଆ ଲୋକକୁ ଉପାୟ ଦିଶିବ ଭଲା କେଉଁଠୁ? '' କଲିକତା! ଶୁକୁରାର ଛାତି ଥରି ଉଠିଲା। ହଁ, ଏ ଗାଁରେ ଅନେକ ଲୋକ କଲିକତା ଯାଇଛନ୍ତି। କଲିକତା ଯାଇ ବଡ଼ଲୋକ କିଏ ହୋଇଛି କାହିଁ? ବିଦେଇପୁରର ପଲେଇ ଘର ପଲେଇରୁ ମହାପାତ୍ର ପାହିଆକୁ ଯାଇଛନ୍ତି! ଜାତିରେ ଖଣ୍ଡାଇତ ହୋଇ ଖପରପଦା ଦାସ ଘର ଦାସ କରଣ ବୋଲାଇଛନ୍ତି। ପଇସା ତାଙ୍କୁ ଜାତି ଆଣି ଦେଇଛି। ସେ ତ ଶହେ ପଚାଶରେ ଜଣେ। ସମସ୍ତଙ୍କ ଭାଗ୍ୟରେ ଜାହାଜ ସଫେଇ ଠିକା ମିଳୁଛି, ନା ଚା' ପଟି କାନତରାଟି ମିଳୁଛି? ଖୁବ୍ ହେଇ ହେଇ ସାହେବ କୋଠିରେ କି କୋଉ ଅଫିସରେ ବେହେରାଗିରି, ବଙ୍ଗାଳୀ ବାଡ଼ିରେ ଗିନ୍ନୀଙ୍କ ଦେହଲଗା ଚାକର, ନହେଲା ପଇସା କିଛି ଜମେଇ ପାନ ଦୋକାନ ଖଣ୍ଡେ ଶେଷକୁ କିଛି ନ ମିଳିଲେ ବୋଝ କଳ। ଏଇତ ପେଷା। ଅମେଇସା ଅନ୍ଧକାରରେ ଗାଁଟା ବୁଡ଼ି ରହିଥିଲା। ଦିଆଲି ସବୁ ନିଭି ନିଭି ଆସିଲାଣି। ଛୁଆଙ୍କ ହୋହା ନାହିଁ। ମଝିରେ ଠାଏ ଠୋଠା ଶୁଭୁଛି। କିଏ ବାକି ବକେୟା ଗୋଟେ ଅଧେ ଫୁଟେଇ ଦଉଚି ବା ଫୁରୁସା ନସମା ଫଟକାର ବାରୁଦ ନେଇ ଦୁଇ କି ହାବେଳିଟାଏ ଛାଡ଼ି ଦେଉଛି । ଶୁକୁରାକୁ ଅନ୍ଧାର ଦିଶିଲା। ତା' ପିଢ଼ା ଉପରେ ଗୋଟେ ଅନ୍ଧାରିଆ ଭୂତ ଯେମିତି ହାଁ କରି ବସିଛି। ଶୁକୁରାର ମନେ ପଡ଼ିଗଲା ରତନୀ ଆଉ ପାଞ୍ଚମାସର ଛୁଆ ବାଇୟା। ନିହାତି ବକଟେ ବିଲେଇ ଛୁଆପରି। ତା' ଭିତରୁ ଗୋଟେ କମ୍ପ ଫୁଲି ଫୁଲି ଉଠିଲା। ନା ନା ସେ କଲିକତା ଯିବନାହିଁ ଯିବନାହିଁ। ''ଆରେ ବୋକାଙ୍କ ପରି ଚାହିଁଚୁ କ'ଣ? ଜମି ଦିଖଣ୍ଡ ଗଲେ ଶେଷକୁ ଭିକ ମାଗିବୁ ଯେ। '' ଭାଗୁ ମହାନ୍ତି ପାଟିକୁ ଆଉ ଥରେ ଶବଦ ବାହାରିଲା ବେଳକୁ ଶୁକୁରା ଚମକି ପଡ଼ିଲା। ତା' ଧ୍ୟାନ ଭାଙ୍ଗିଗଲା। ମୁଣ୍ଡ କୁଣ୍ଡଉ କୁଣ୍ଡଉ ସେ କହିଲା ''ଛୁଆପିଲାଙ୍କୁ ଛାଡ଼ି ବହୂଟା ଏକୁଟିଆ କୋଳରେ ପାଞ୍ଚମାସର ଛୁଆ। '' ''ଏତେ ମାଇପ ସୁଆଗ ଯଦି ଅଛି ତ ପଡ଼ିଥା। ତୋ କରମ ତୁ ଭୋଗିବୁ। ଯାହାର ଯେତେବେଳେ ଯାହା ଭୋଗିବାର ଥାଏ, ପର କହିଲେ କେତେ, ଆପଣା ଲୋକେ କହିଲେ କେତେ। ରାବଣବି ମନ୍ଦୋଦରୀ ବିଭୀଷଣଙ୍କ କଥା ଶୁଣି ନଥିଲା। ହଉ ତୋ କରମ ତୋର। ମୁଁ ଚାଲିଲି ଏବେ। '' ଏଥର ଶୁକୁରା ଆହୁରି ନରମ ହେଇ କହିଲା ''ସାଆନ୍ତେ ତମେ ସିନା କହୁଚ, ମୁଁ କ'ଣ ଆଜିଯାକେ ଘରେ ବସି ଥାଆନ୍ତି। ମୁଁ କ'ଣ ଘରେ ବସିବା ଲୋକ? ଏଇ ତିନିବର୍ଷ ହେଲା, ମନେ ମନେ ନିଇତି ବାହାରୁଛି। ହେଇ ପାରୁଛି କାହିଁ! ମହାଜନ ଦେଣ ଶୁଝିଲି ନାହିଁ କି ଜମିଦାର ଖଜଣା ତୁଟେଇଲି ନାହିଁ। କଲିକତା ଯିବାକୁ ହେଲେ ପୁଣି ଦଶ ପନ୍ଦର ଦରକାର ହବ ତ! '' ''ହଁ, ହଁ ସେ ତ ଠିକ୍ କଥା। କିନ୍ତୁ ମନ ଥିଲେ କ'ଣ ନ ହୁଏ। ମନର ମୂଲ୍ୟ ଏ ଜଗତ। ମନ ଅସଲ। ମନ ଥିଲେ ଧନ ଆପେ ଆସି ପାଖରେ ପହଞ୍ଚିବ। ପଇସା କେଉଁଟା ତୋତେ ମିଳୁ ନାହିଁ କଲିକତା ଯିବାକୁ? '' ''ଏକାଠି, ଏତେ ଟଙ୍କା କେଉଁଠୁ ପାଇବି? '' ଏଁ କେଉଁଠୁ ପାଇବି କେଉଁଠୁ ପାଇବି। ଆବେ ପଚାରିଥିଲୁ ଭାଗୁ ପଟ୍ଟନାହାକକୁ କେବେ? କେଉଁଠୁ ପାଇବୁ? ମାଗିଥିଲୁ ଭାଗୁ ପଟ୍ଟନାହାକ ବୁଦ୍ଧି!